ଅଳକା ପାଖରେ ଫଟୋ ଅଛି, ନା ସେ ଗଲେ ପଠାଇଦେବେ? ସେ ନାହିଁ କଲେ। କହିଲେ, ମୌସୁମୀ ଏହିକ୍ଷଣି ପିଲା ଲୋକ। ସେ ତାକୁ ବିବାହ ଦେବେନି'। ମୁହଁ ଶୁଖାଇ ତନୁ ଏତକ କହି ତଳକୁ ଚାହିଁଲା। ଅପରାଜିତା ସ୍ତବ୍ଧ ହୋଇଗଲେ। ପାଟିରୁ ତାଙ୍କର କଥା ବାହାରିଲାନି। ଆଖିଦୁଇଟିରେ ନଇଁଆସିଲା ମେଘର କାରୁଣ୍ୟ। ତନୁ କହିଲା, କ'ଣ ହେଲା, ବୋଉ? ତୁମେ ବ୍ୟସ୍ତ ହେଉଛ କାହିଁକି? ଭାଇନାଙ୍କ ପରି ପୁଅକୁ କ'ଣ କନ୍ୟା ଅପୂର୍ବ ହୋଇଛନ୍ତି?" ଅପରାଜିତା ଗଳାରେ ବିଦ୍ରୂପ ଭରି କହିଲେ, ଆହାଃ କେତେ ଗଣ୍ଡା କନ୍ୟା ଆସି ଦୁଆରେ ତୁମର ଗଡ଼ୁଥିବେ! ଗଡ଼ିବେନି କି! ଭାଇନା ଏଥର ଯେପରି କହିଲେ, ତୁମର ଯାହା ଇଚ୍ଛା କର, ମୋତେ କାହିଁକି ପଚାରୁଛ', ସେହିପରି ଆଉଥରେ କୁହନ୍ତୁ, ଦେଖିବ କୋଡ଼ିଏ ଗଣ୍ଡା ଝିଅ ଏ ଦ୍ୱାରରେ ଗଡ଼ିବେ।"ଅଶ୍ରୁ ତ ଏ ଘରକୁ ବୋହୂ ହୋଇ ଆସିବାକୁ ଗୋଡ଼ଟେକି ବସିଛି। ଆଣିବ ତାକୁ ବୋହୂ କରି? ଅପରାଜିତାଙ୍କର ମେଘୁଆ ଆଖି ଦୁଇଟିରେ ଚମକିଗଲା ଘୃଣାର ବିଦ୍ୟୁତ୍। କହିଲେ, ଲକ୍ଷ ଟଙ୍କାର ଯୌତୁକ ଧରି ସେ ଯଦି ଆସିବାକୁ ଚାହେଁ, ତେବେ ବି ତାକୁ ମୋ ଘରେ ମୁଁ ପୁରାଇଦେବିନି। ଫାଜିଲ୍ ଝିଅଗୁଡ଼ାକ! ପୂର୍ବ ପରି ମୁହଁ ଶୁଖାଇ ତନୁଶ୍ରୀ କହିଲା, "ଆଉ ଭାଇନା ଯଦି ସେଇ ଅଶ୍ରୁକୁ ଏ ଘରକୁ ବୋହୂ କରି ଆଣିବାକୁ ମନ କରନ୍ତି, ତେବେ ତୁମେ କ'ଣ କରିବ? ଏଥର ଡରିଗଲେ ଅପରାଜିତା। ଭୀତିବିହ୍ୱଳ ନୟନରେ ଚାହିଁଲେ ସେ ଝିଅର ମୁହଁକୁ। ମନେ ମନେ ଭାବିଲେ, 'ମନୁ କ'ଣ ତାହେଲେ ଅଶ୍ରୁ କଥା କହିଛି ତନୁ ଆଗରେ! ମନୁ ରୁଚି ଉପରେ କେତେ ଶ୍ରଦ୍ଧା ମୋର ଥିଲା। ଆଉ ସେ ହାତଧୋଇ ଘରକୁ ଆଣିବ ଅଶ୍ରୁପରି ଗୋଟେ ନିର୍ଲଜ୍ଜ, ରୁଚିହୀନ ଝିଅକୁ! କି ଜାମା ପିନ୍ଧେ ସେ! ପେଟ, ପିଠି ସବୁ ଦେଖାଯାଏ। ଦିନେ ଦେଖିଲି ନିଜ କାନ୍ଧଟାକୁ ଆଞ୍ଚଳରେ ଢାଙ୍କି ବାଟ ଚାଲୁଛି, ଓଟ ମୁହିଁ ଝିଅଟା। ସେଇ ଝିଅ ପୁଣି ମନକୁ ପାଇବ ମନୁର! ଅସମ୍ଭବ!' କହିଲେ, ମନୁ ପଛେ ମୋଟେ ବାହା ନ ହଉ, ତୁ କିନ୍ତୁ ମୋତେ ଡରାନା ସେମିତି।" କହୁ କହୁ ଆଖିଯୋଡ଼ିକ ତାଙ୍କର ଢଳଢଳ ହୋଇଆସିଲା। ବୋଉ ଆଖିରେ ଲୁହ ଦେଖି ତନୁର ଅଭିନୟ ପର୍ବର ସମାପ୍ତି ହୋଇଗଲା। ଦୁଇ ହାତରେ ଅପରାଜିତାଙ୍କୁ କୁଣ୍ଢାଇ ପକାଇ ଚକା ଭଉଁରି ଖେଳିଗଲା ତିନି-ଚାରି ଘେରା। ତାପରେ ବତିଶଟାଯାକ ଦାନ୍ତ ଦେଖାଇ ହସି କହିଲା ହସି ହସି କହିଲା, ବୋଉ, ମୁଁ ତମକୁ ମିଛ କହିଛି। ଦେଖିଲ କେମିତି ଡରାଇ ଦେଲି ତୁମକୁ! କ୍ଷଣେ ଚାହିଁଲେ ଅପରାଜିତା, ତନୁର ହସଭରା ମୁହଁକୁ। ତାପରେ ହସିପକାଇ କହିଲେ, ଆରେ ଛାଡ଼, ଛାଡ଼, ମୁଁ ପଡ଼ିଯିବି ଯେ। କି ଦୁଷ୍ଟ ତନୁ ତୁ! ସକାଳୁଟାରୁ ମୋତେ ତୁ କନ୍ଦାଇ ଦେଲୁ। ହଉ, ବହୁତ ହେଲାଣି। ଏଥର ଦୟାକରି ତୋ ସତ କଥା ଟିକେ ଶୁଣାଇଦେ। ଇସ୍, ଏ ପର୍ଯ୍ୟନ୍ତ ଛାତିଟା ମୋର ଧଡ଼ ଧଡ଼ ହେଉଛି! ମୋ ମନୁ, ତା' ଉପରେ କେତେ ମୋର ବିଶ୍ୱାସ, କେତେ ମୋର ଆଶା ମା’ଲୋ, ମୁଁ ଡରିଯାଇଥିଲି। ହଁ, କ'ଣ ହେଲା, କହିଲୁ? କ'ଣ କହିଲା ଅଳକା? ଆନନ୍ଦଭରା କଣ୍ଠରେ ତନୁଶ୍ରୀ କହିଲା, କହିଲେ, 'ଫଟୋ ଦେଖିବ ଦରକାର ନାହିଁ। ତାଙ୍କୁ ନେବାକୁ ତାଙ୍କ ସ୍ୱାମୀ ଆସୁଛନ୍ତି। ଖଣ୍ଡଗିରି ଆଉ ଉଦୟଗିରି ଦେଖିବାକୁ ସ୍ୱୟଂ ନଣନ୍ଦ ବି ଆସୁଛନ୍ତି। ସେମାନେ ସବୁ ଆଜି ସନ୍ଧ୍ୟାରେ ଆସି ପହଞ୍ଚିବେ।' ତାପରେ ମୁଁ ଯେତେବେଳେ କହିଲି ବୋଉଙ୍କର ଇଚ୍ଛା ଏଇ ମାର୍ଗଶିରରେ ବିବାହ ସାରିଦେବାକୁ, ସେ କହିଲେ, 'ତାହାହେଲେ ମଝିରେ କାର୍ତ୍ତିକ ମାସଟି। ଆଉ ଏତେ ପଇସା ସାରି ମୁଁ ଯିବି କାହିଁକି? ଏଇଠି ରହି ଏକାଥରେ ବାହାଘର ସାରିଦେଇ ଯିବି।' ହେଲା! ଯାଅ ଏଥର ଭାଇନାକୁ ଡାକିଆଣ। ଇସ୍, ମୋର କଲେଜ ସମୟ ହୋଇଗଲା। ସେ ତାଙ୍କର ଏକୁଟିଆ ବସି ଖାଉଥାଆନ୍ତୁ। ମୋର ମୁଁ ଖାଇଦେଇ ପଳେଇ ଯିବି। ଅପରାଜିତା ପ୍ରସନ୍ନ ମନରେ ପୁଅକୁ ଉଠାଇବାକୁ ଚାଲିଯାଉଥିଲେ। ତନୁ ଧାଇଁଆସିଲା ପଛେ ପଛେ। ଫିସ୍-ଫିସ୍ କରି ବୋଉଙ୍କୁ ଡାକି କହିଲା, ଶୁଣ, ସେମାନେ ଆଜି ସନ୍ଧ୍ୟାରେ ଏଠାକୁ ଆସୁଛନ୍ତି ବୋଲି ଭାଇନାକୁ କିଛି କହିବନି। ଯେମିତି ପୁଅ ଖଣ୍ଡେ ନା, ମୌସୁମୀ ଆସିଛି ବୋଲି ଜାଣିଲେ ସେ ଆଉ ତାଙ୍କ ଘରକୁ ଯିବେନି। ଏମିତି ଅତର୍କିତ ଥରେ ସେ ଯାଇ ଦେଖିଆସିଲେ ଭଲ ହେବ।